ଦେଶ ଦେଶ ମଧ୍ୟରେ ସମ୍ପର୍କ, ଶକ୍ତି ଓ ଆତ୍ମବିଶ୍ୱାସ ଉପରେ ନିର୍ଭର କରେ। ମିତ୍ରଲାଭ କରିବାର ଶକ୍ତି ଥିବା ସଙ୍ଗେ ସଙ୍ଗେ ଶତ୍ରୁତା କରିବାର ମଧ୍ୟ ଶକ୍ତି ଥିବା ଆବଶ୍ୟକ। ଏହା ହିଁ ସବୁ ଦେଶର ବୈଦେଶିକ ନୀତିର ମୂଳଭିତ୍ତି। ଦରଖାସ୍ତ ଲେଖିବା ବା ପ୍ରତିବାଦ ଜ୍ଞାପନ କରିବାର ନୀତି ଦେଶ ପକ୍ଷରେ ହାନିକାରକ। ଏଥିରେ ଆତ୍ମବିଶ୍ୱାସ କମିଯାଉଛି ଓ ନିଜର ଦୁର୍ବଳତା ବୃଦ୍ଧି ପାଉଛି। ଭାରତ ପାକିସ୍ତାନ ସହିତ କଥାବାର୍ତ୍ତା କରି ବିବାଦ ତୁଟେଇ ଦେବାର ଶକ୍ତି ସଂଗ୍ରହ କରୁ-। ସେହିପରି ଚୀନ ସହିତ ଯୁଦ୍ଧ କରି ହେଉ ବା କଥାବାର୍ତ୍ତା କରି ହେଉ ବିବାଦ ତୁଟେଇ ଦେବାର ଶକ୍ତି ସଂଗ୍ରହ କରୁ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଗ୍ରହ ଓ ନିର୍ମାଣ କରି ଭାରତର ପ୍ରତିବେଶୀମାନେ ଶକ୍ତି ସଂଗ୍ରହ କରୁଥିବାବେଳେ, ଅନ୍ୟ ଦେଶର ସାହଚର୍ଯ୍ୟରେ କେତୋଟି ଅର୍ଡ଼ାନ୍ସ ଫେକ୍ଟରି ଚଳାଇ ନିଜ ଲୋକଙ୍କ ଭିତରେ ବାହାଦୂରୀ ଦେଖାଇବାର କିଛି ଅର୍ଥ ନାହିଁ। ନିଜର ଶକ୍ତି ଉପରେ ବିଶ୍ୱାସ ଥିଲେ କାର୍ଯ୍ୟସିଦ୍ଧି ପାଇଁ ଅନ୍ୟଠାରେ ମୁଣ୍ଡ ନୁଆଁଇବାକୁ ମଧ୍ୟ ସାହସ ଅର୍ଜ୍ଜନ କରିବାକୁ ହେବ। ଏକ ବିଶାଳ ସ୍ୱାଧୀନ ଦେଶ ହିସାବରେ ମୁଣ୍ଡ ଟେକି ରହିବାପାଇଁ ଯୋଗ୍ୟତା ଅର୍ଜ୍ଜନ କରିବାକୁ ହେବ। ତା' ନ ହୋଇ ଯଦି କେବଳ ନିଜ ଦେଶରେ ନିଜ ଲୋକକୁ ଲମ୍ବା ଚୌଡ଼ା କଥା କହି କେବଳ ଭୋଟସର୍ବସ୍ୱ ପ୍ରଚଳନ କରାଯାଏ, ତେବେ ଭବିଷ୍ୟତ କେବେ କ୍ଷମା ଦେବନାହିଁ-। ଏହା ମଧ୍ୟ ସମ୍ଭାବନାର ବହିର୍ଭୂତ ନୁହେଁ ଯେ ନିଜର ଦୁର୍ବଳତା ଯୋଗୁଁ ପ୍ରତିବେଶୀ ସହିତ ବିବାଦରେ ନପାରି ତୃତୀୟ ପକ୍ଷର ଆଶ୍ରୟ ନେଇ ଶେଷରେ ସ୍ୱାଧୀନତା ମଧ୍ୟ କ୍ଷୁଣ୍ଣ ହୋଇଯିବ-। ଆଜିର ନେତୃତ୍ୱଠାରୁ ଶକ୍ତି ସଂଗ୍ରହର ଆଶା କରିବା ବୃଥା। ନୂତନ ନେତୃତ୍ୱକୁ ଅପେକ୍ଷା କରିବାକୁ ହେବ-। ରବିବାର ରୋଗରେ ଲଙ୍ଘନ। ମଧ୍ୟ ପଥ୍ୟ ଆୟୁର୍ବେଦରେ ରୋଗ ଚିକିତ୍ସା ପାଇଁ ଲଂଘନ ବା ଉପବାସକୁ ଅତି ଦରକାରୀ ବୋଲି ବିଚାର କରାଯାଏ। ସେହିପରି ରାଜନୀତି କ୍ଷେତ୍ରରେ ଭାରତର ଗଣତନ୍ତ୍ରରେ ରାଷ୍ଟ୍ରପତି ଶାସନ ରାଜନୈତିକ ପରିସ୍ଥିତିକୁ ସୁଧାରିବାପାଇଁ ଯେ ନିତାନ୍ତ ଆବଶ୍ୟକ, ତାହା ପ୍ରମାଣିତ ହୋଇସାରିଲାଣି-। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନକୁ ସାଧାରଣ ଲୋକେ ଏପରି ହୃଦୟର ସହିତ ସ୍ୱାଗତ କରିବେ ବୋଲି କଳ୍ପନା କରାଯାଇନଥିଲା। ଯେତେ ଶୀଘ୍ର ସମ୍ଭବ ନିର୍ବାଚନ ହୋଇଯାଉ; କାରଣ ଗଭର୍ଣ୍ଣରଙ୍କ ଏକଛତ୍ର ଶାସନ ଅସହ୍ୟ ହେଉଛି, ଏକଥା କଂଗ୍ରେସ ମଧ୍ୟ କହିବାକୁ ସାହସ କରୁନାହିଁ-। ଯେଉଁଠି ସଭା, ଶୋଭାଯାତ୍ରା, ହରତାଳ, ଧର୍ମଘଟ, ଘେରାଉ ଏକ ଦୈନନ୍ଦିନ ଜୀବନ ହୋଇଯାଇଥିଲା, ସେଠି ଆଜି କିଛି ନାହିଁ। ସବୁ ସୁରୁଖୁରୁରେ ଚାଲିଛି। ରାଜନୈତିକ ବଦ୍ହଜମି ଯୋଗୁ ଯେ ନାନାପ୍ରକାର ରୋଗ ସମାଜରେ ବ୍ୟାପିଥିଲା, ତାହା ରାଷ୍ଟ୍ରପତି ଶାସନ ଫଳରେ ଯେଉଁ ରାଜନୈତିକ ଲଂଘନ ହେଲା, ସେଥିରେ ସୁଧୁରିଗଲା। ସେହିପରି ଉତ୍ତର ପ୍ରଦେଶରେ-। ଜବାହରଲାଲଙ୍କ ପ୍ରଦେଶ ଯେ ରାଜନୀତି କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ବହୁ ବର୍ଷ ହେଲା ଅଧିକାର କରିଥିଲା, ସେଠି ଏପରି ବ୍ୟାଧି ପ୍ରବେଶ କଲା ଯେ ଲଂଘନ ପଥ୍ୟ ଛଡ଼ା ଆଉ କିଛି ଉପାୟ ଦିଶିଲା ନାହିଁ। ସେଠି ମଧ୍ୟ ଲଂଘନରେ ଅସ୍ଥିର ହୋଇ ଶୀଘ୍ର କିଛି ଖାଇବାକୁ କେହି କହୁନାହାନ୍ତି। ଏଥିରୁ ବୁଝାଯିବ ଯେ ରାଜନୈତିକ ବଦ୍ହଜମି ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ସୁଧୁରିନାହିଁ। ଅନ୍ୟ କୌଣସି ଦେଶରେ ଗଣତନ୍ତ୍ର ପଦ୍ଧତିରେ ଏପ୍ରକାର ରାଷ୍ଟ୍ରପତି ଶାସନର ବ୍ୟବସ୍ଥା ନାହିଁ; କିନ୍ତୁ ଭାରତରେ ଅଛି ଓ ଏହା ନିତାନ୍ତ ଦରକାର ବୋଲି ପ୍ରମାଣିତ ହେଲାଣି। ନୂଆ